ମାମା ଆସିଲେ। ପାପାଙ୍କୁ କିଛି କହିଲେନି। ତାକୁ ପଚାରିଲେ,''ହୋମ୍ୱାର୍କ ସରିଛି? '' ସେ ମୁଣ୍ଡ ହଲାଇ ନା' କଲା ତ ମାମା ଟିଭି ବନ୍ଦ କରିଦେଲେ। ଝାମ୍ପି ନେଲେ ଚିଲ ପରି ରିମୋଟ। ନେଇ ଥୋଇ ଦେଲେ ଉପର ଥାକରେ। ସ୍କୁଲ ବ୍ୟାଗ୍ ଖୋଲିଲା ଗୁଗୁଲୁ। ମାମା ପଚାରିଲେ,''କ'ଣ ଖାଇଛୁ? ''ସେ କହି ଆସୁଥିଲା ''ଚକୋଲେଟ୍''। କିନ୍ତୁ ଚୁପ୍ ହୋଇଗଲା ମାମା ଏବେ ରାଗିବେ। ତା' କାନ ମୋଡ଼ି ଦେବେ। ମାମା କ୍ଷୀର ବିସ୍କୁଟ ଆଣି ଦେଲେ ଖାଇବାକୁ। ଗୁଗୁଲୁକୁ କ୍ଷୀର ବିଲକୁଲ ଭଲ ଲାଗେନି। ମାମାଙ୍କ ଡ଼ରରେ ଗୋରା ହେବା ଲୋଭରେ ସବୁତକ କ୍ଷୀର ପିଇଲା। ମାମା କହିଲେ, ''ଟପରେମନ୍ ଖାଇବୁ। '' ସେ ମୁଣ୍ଡ ଟୁଙ୍ଗାରି ହଁ କଲା। ମାମା କହିଲେ,'' ହୋମ୍ୱାର୍କ କର। ମୁଁ ଟପରେମନ୍ ଆଣିଲା ପର୍ଯ୍ୟନ୍ତ। '' ମାମା ଟପରମନ୍ ଆଣିଲେ। ଗୁଗୁଲୁକୁ ଦେଲେ,। ପାପାଙ୍କୁ ଦେଲେ। ସେ ଖାଇଲେନି। କ'ଣ ତାଙ୍କୁ ଭୋକ ହେଉନି। ''ମାମା ତମେ ଆସ, ତମକୁ ମୁଁ ଖୋଇ ଦେବି। '' ଗୁଗୁଲୁ କହିଲା। ମାମା କହିଲେ ''ତୁ ଖା' ମୁଁ ସଂଧ୍ୟା ଦେବି। '' ମାମା ସଂଧ୍ୟା ଦେଲେ ରୋଷେଇ କଲେ, ସମସ୍ତଙ୍କୁ ଖାଇବାକୁ ଦେଲେ। ପାପା ଖାଇସାରି ଟିଭି ଦେଖିଲେ। ମାମା ବାସନ ମାଜିଲେ। ମାମା ବାସନ ମାଜିଲେ ତ ଗୁଗୁଲୁ ଠିଆ ହୋଇ ରହିଲା। ''ପାଣି ପଡ଼ିବ ଯା'। ପାପାଙ୍କ ପାଖରେ ଟିଭି ଦେଖିବୁ। '' ଗୁଗୁଲୁ ଶୁଣିଲାନି। ମାମାଙ୍କର ବୋଧେ ଗାଳି ଦେବାକୁ ଇଚ୍ଛା ନ ଥିଲା। ସେ ବାସନ ମାଜିଲେ। ଗ୍ୟାସ ପୋଛିଲେ। ପାଣି ପିଇଲେ। ଗ୍ରୀଲରେ ତାଲା ପକାଇଲେ। ତେଲ ଗିନା ଧରି ଆସିଲେ ଶୋଇବା ଘରକୁ। ମାମାଙ୍କ ପଛେ ପଛେ ଗୁଗୁଲୁ। ମାମା ପାପାଙ୍କ ପାଦରେ ତେଲ ମାରିଲେ। ଗୁଗୁଲୁ ବସି ରହିଲା ପାପାଙ୍କ ପାଖରେ। ମାମା ତେଲ ମାରିସାରି ଲାଇଟ୍ ଲିଭାଇଇଲେ। ହାଇ ମାରିଲେ। ଲାଲ ଚାଦରଟା ଆଣି ଘୋଡ଼େଇ ହୋଇ ଶୋଇଲେ, ପାଖରେ ଗୁଗୁଲୁ। ଗୁଗୁଲୁ କହିଲା,''ମାମା ଆଜି ଶିଆଳ ଗପ କୁହ। '' ''ମୋତେ ହାଲିଆ ଲାଗୁଛି, ମୁଁ ଗପ କହି ପାରିବିନି। ଗୀତ ଗାଇବି ଶୋଇପଡ଼। '' ମାମା କହିଲେ ଓ ଗାଇଲେ, ''ହସେ ଟିମ୍ ଟିମ୍ ଛୋଟେ ଛୋଟେ ତାରେ '', ''ଧୋରେ ବାୟା ଧୋ '', ''ବାଇ ଚଢ଼େଇରେ ବାଇ ଚଢ଼େଇ ','' ଚୁଆ ଚାରିପଟେ ବୁଦା ମୂଳରେ ଚଢ଼େଇ ଦେଇଛି ଛୁଆ-। '' ମାମା ଗାଇଚାଲିଥିଲେ। ଗୁଗୁଲୁ ମାମାଙ୍କ ଉପରେ ଗୋଡ଼, ହାତ ଲଦି, ମାମା ଛାତିରେ ମୁହଁ ଜାକି ଶୋଇବାକୁ ଚେଷ୍ଟା କରୁଥିଲା। ସୀମା ଆଣ୍ଟି କ'ଣ ଏମିତି ଗାଇ ପାରିବେ ମାମାଙ୍କ ପରି! ନା' ବିଲ୍କୁଲ ନୁହେଁ। ସେ ଖାଲି ଦେବେ ଚକୋଲେଟ୍। ଚକୋଲେଟ୍ ଖାଇଲେ ପୋକ ଖାଇବ ଗୁଗୁଲୁର ସୁନ୍ଦର ଦାନ୍ତ। ଗୁଗୁଲୁ ମାମାଙ୍କ ଗାଲରେ ଚୁମା ଦେଲା। ଭାବିଲା କହିଦବ,''ଚକୋଲେଟ୍, ସୀମା ଆଣ୍ଟି କଥା। '' ଭାବିଲା କହିବ। ପୁଣି ଭାବିଲା କହିବନି। ପାପା ବି ତ ଖାଇଛନ୍ତି। କହିଦେବି। ମାମା କହିଲେ,''ଗୁଗୁଲୁ ଶୋଉନୁ କାହିଁକି? '' ଗୁଗୁଲୁ ପାଟିରୁ ବାହାରି ଆସିଲା -''ଚକୋଲେଟ୍। '' ମାମା କହିଲେ,''ଖାଇଛୁ। '' ଗୁଗୁଲୁ ମୁଣ୍ଡ ହଲାଇ ହଁ କଲା। ''ଖାଇଛୁ? '' କିଏ ଦେଲା? ସୀମା ଆଣ୍ଟି। ମନା କରିଥିଲି ନା। ପାପା ବି ଖାଇଛନ୍ତି। ବଡ଼ମାନେ ଖାଇଲେ ଚଳିବ। ତୁ କ'ଣ ବଡ଼? ବଡ଼ମାନଙ୍କର ଦାନ୍ତ ପୋକଖାଇବନି? ପୋକ ଖାଇଲେ ତୋର କ'ଣ ହେଲା? ତାଙ୍କୁ କଷ୍ଟ ହେବନି। ତାଙ୍କୁ କଷ୍ଟ ହେବନି। ମାମା କିଛି କହିଲେନି। କାନ୍ଥକୁ ଚାହିଁଲେ। ସେଠି ପାପାଙ୍କର କଳାରଙ୍ଗର ବ୍ୟାନିୟନ୍ ଝୁଲୁଥିଲା। ଗୁଣୁଗୁଣୁ ହୋଇ କହିଲେ, ''ସବୁ କଷ୍ଟକୁ ମୁଁ ଅଛି। '' ଗୁଗୁଲୁ ବୁଝି ପାରିଲାନି। ପାଉଁଜି ପାଉଁଜି ହଜିଛି। କେମିତି ହଜିଲା ପାଉଁଜି। ମୋର ତ ଠିକ୍ ମନେଅଛି। ଯେଉଁଠି ସୁନାଗହଣା ରହେ ସେଇଠି ରଖିଥିଲି। ପାଉଁଜିଟିକୁ ଯେଉଁଦିନ ଭଲ ଶାଢ଼ୀ ପିନ୍ଧେ ସେଦିନ ଆଲମାରିରୁ କାଢ଼ି ପିନ୍ଧେ। ଅଳ୍ପକିଛି ଦିନ ପିନ୍ଧିଲା ପରେ ଆଲମାରୀରେ ରଖିଦିଏ।